ଅଶୋକ ପାତ୍ର ଓ ବୀରେନ୍ଦ୍ର ବାବୁ ସାମନା ସାମନି ଦୁଇଟି ଚୌକିରେ ବସି କଥାବାର୍ତ୍ତା କରୁଥିଲେ। ସାମାନ୍ୟ ମିନିଟ୍ କେଇଟା ପରେ ପରସ୍ପର ଭିତରୁ ଅପରିଚିତ ଭାବ ଦୂରେଇ ଗଲା। କାରଣ ସେ ଦୁହିଙ୍କ ମନୋବୃତ୍ତି ମଧ୍ୟରେ ଏକ ଅଦ୍ଭୁତ ସାମଞ୍ଜସ୍ୟ ଥିଲା। ଦୁହିଙ୍କ ଭାବନା ସମାନ୍ତରାଳ ଭାବରେ ଗୋଟିଏ ଦିଗକୁ ବୋହି ଯାଉଥିଲା। ଦୁହେଁ ଦୁହିଙ୍କ କଥାକୁ ମନଦେଇ ଶୁଣୁଥିଲେ ଓ ଉପଭୋଗ କରୁଥିଲେ। ସମୟର ବ୍ୟବଧାନ ଦୂରେଇ ଗଲା। ସେମାନେ ଭାବୁଥିଲେ, ବୋଧହୁଏ ବହୁପୂର୍ବରୁ ଜଣେ ଅନ୍ୟଜଣଙ୍କ ସଙ୍ଗରେ ମିଶି ବନ୍ଧୁତ୍ୱ ସ୍ଥାପନ କରିଥିଲା। ଏ ଜନ୍ମରେ ନହେଲେ ବି ପରିଚୟଟା ପୂର୍ବଜନ୍ମର ହୋଇପାରେ। କାନୁନ୍ଗୋ ବାବୁ ବର୍ଷ ଦୁଇଟା ଭିତରେ ସମୁଦାୟ ପାରିକୁଦର ଖବର ସଂଗ୍ରହ କରିଛନ୍ତି-। ଅଫିସ୍ଡ୍ୟୁଟିରେ ଗାଁକୁ ଗାଁ ବୁଲି ପାରିକୁଦର ପ୍ରତ୍ୟେକଟି ସମସ୍ୟାର ଖବର ନିଅନ୍ତି। ତେଣୁ ତାଙ୍କ ମୁହଁରୁ ଯେ ଏହି ରହସ୍ୟାବୃତ୍ତ ଦ୍ୱୀପର ଅନେକ କଥା ବୁଝା ପଡ଼ିବ, ଅଶୋକ ବାବୁଙ୍କର ସେହି ଆଶା ଆଂଶିକ ଭାବରେ ସଫଳ ହେଲା। କୌଣସି ଅଞ୍ଚଳକୁ ଦିନ ଦୁଇଟା ଭିତରେ ଅଧ୍ୟୟନ କରି ହୁଏନାହିଁ। ସମସ୍ୟାତ ଦୂରର କଥା, ସାଧାରଣ ଜୀବନ ପ୍ରବାହକୁ ଦେଖିବାର ଅଭିଳାଷ ବି ପୂର୍ଣ୍ଣ ହୁଏନାହିଁ। କେତେ ଲୋକଙ୍କର କେତେ ସମସ୍ୟା! ଗୋଟିଏ ଗାଁର ସହସ୍ର ଖବର। ମଣିଷ ମୁହଁର ପ୍ରକାର ଯେତିକି ତା ଭିତରର ସମସ୍ୟା ବି ସେତିକି। ତା'ଛଡ଼ା କାନୁନ୍ଗୋ ବାବୁ ସ୍ଥାନୀୟ ବାସିନ୍ଦା ନୁହଁନ୍ତି। ତଥାପି ସେ ଯେତିକି ଖବର ଦେଲେ ଅଶୋକ ପାତ୍ରଙ୍କ ଆଗରେ ସେତିକି ହିଁ ଯଥେଷ୍ଟ ଥିଲା। ବୀରେନ୍ଦ୍ରବାବୁ କହୁଥିଲେ, ଶତାଧିକ ଗ୍ରାମର ସମହାରରେହିଁ ପାରିକୁଦର ସୃଷ୍ଟି। ଶତାଧିକ ଗ୍ରାମର ସହସ୍ରାଧିକ ସମସ୍ୟା। କିନ୍ତୁ ସେ ସମସ୍ୟାଗୁଡ଼ିକ ଆମେରିକା ବା ରୁଷ ପରି ରକେଟ୍ଗତି ସମସ୍ୟା ନୁହେ କି ସାମ୍ୟବାଦ ଅଥବା ପୁଞ୍ଜିବାଦ ପରି ପ୍ରଶ୍ନ-ବହୁଳ ସମସ୍ୟା ନୁହେ। ସେ ସମସ୍ୟା ଭୋଖିଲା ପେଟର, ସଜଳ ଆଖିର। ଜିନିଷପତ୍ରର ଦରଦାମ ହୁ ହୁ ହୋଇ ବଢ଼ୁଛି। ଫସଲ ଧାନ ଗଣ୍ଡାକ ତାକୁ କେତେ ସମ୍ଭାଳିବ? ଲୋକଙ୍କ ମୁହଁରୁ ହସ ଆଉ ବାହୁରୁ ନାହିଁ। ତାଙ୍କ ପାଇଁ ବର୍ଷର ଛଅଟିଯାକ ଋତୁ ସମାନ। ଆଷାଢ଼ୀ ମେଘ ଆସି ଗୁଡ଼ାଏ କଦମ୍ବ ଫୁଲ ଫୁଟାଇ ଯାଏ ସିନା, ସେ ଫୁଲରେ ମନଟଣା ଗନ୍ଧ ଦିଏ ନାହିଁ। ମାଦକ ଭରା ମଳୟର କଳଗୁଞ୍ଜନ ପାରିକୁଦ ପ୍ରଜାର ଆଖି ଲୁହରେ କବର ନିଏ। ଝରା ବସନ୍ତ ଆସି ଆଖି ପଲକରେ ଉଭେଇ ଯାଏ। ସମଗ୍ର ପାରିକୁଦର ଛାତି ପୋଡ଼ିଜଳି ଯାଉଛି। ଯାହା ହେଲେ ବି ଅଣ୍ଟୁ ନାହିଁ। ସେଇଠି ଋତୁଚକ୍ରର କୌଣସି ମାନେ ହୁଏନାଁ। ଅଭାବ, ଅନାଟନର ରଥଚକ୍ରରେ ପଡ଼ି ସେମାନେ ବୁଦ୍ଧି ଜାଣିଲା ଦିନୁ ପେଷି ହେଉଛନ୍ତି। ପରିବାରର ଗୃହସ୍ଥ ରୋଗ–ସନ୍ତପ୍ତ–ଆତ୍ମୀୟ ମୁହଁରେ ଔଷଧ ପାନେ ଦେଇପାରୁ ନାହାନ୍ତି। ଜୀବନ ଗଲାବେଳେ ଧନ ସମ୍ପଦକୁ ବାଜି ରଖି ବାଲୁଗାଁ ଯିବା କଥା। ଚିଲିକା ମଝିରେ ଜୀବନ ଯଦି ବଞ୍ଚିଗଲା, ତାହାହେଲେ କିଛି କରାଯାଇ ପାରିବ। ଅଶିକ୍ଷିତ ବୈଦ୍ୟ ଓ ସୁବିଧାବାଦୀ ଗୁଣିଆ ହାତରେ ଭବିଷ୍ୟତକୁ ବନ୍ଧା ରଖି କାଳିଜାଈର ଶରଣ ପଶିବା କଥା। ଜୀବନର ମୂଲ୍ୟ ପାରିକୁଦ ଭୂଇଁରେ ଅତି ନଗଣ୍ୟ। ସେଇଥିପାଇଁ କୃଷ୍ଣପ୍ରସାଦର ସ୍ୱଳ୍ପକାୟ ଡାକ୍ତରଖାନାରେ ରୋଗୀ ପାଇଁ ଶଯ୍ୟା ବି ନାହିଁ। ଯେ କୌଣସି ସ୍ତରର କର୍ମଚାରୀ, ପାରିକୁଦ ବଦଳି ହେଲେ ଭାବେ ଗୋଟିଏ ନିର୍ଜନ ନିଃଶବ୍ଦ ଦ୍ୱୀପରେ ନିର୍ବାସନ ଦଣ୍ଡ ଭୋଗିବାକୁ ଯାଉଛି। ଯେଉଁ କେତୋଟି କର୍ମଚାରୀ